ଦୁଃଖରେ ଅଧୀର ହୋଇପଡ଼ି ମେରିନାକୁ କୁଣ୍ଢାଇ ପକାଇଲେ। ଉଭୟେ ଉଭୟଙ୍କୁ ଧରି କାନ୍ଦିବାକୁ ଲାଗିଲେ-। କେବଳ କ୍ରନ୍ଦନରେ ହିଁ ସେମାନଙ୍କ ବିଦାୟବାର୍ତ୍ତା ରୂପାୟିତ ହେଲା। ପାଟିର ଭାଷା ଆଉ ଦରକାର ପଡ଼ିଲାନି। ମେରିନାର ଲୋତକରେ ଆଲେସ୍କିଙ୍କ ବକ୍ଷ ଭିଜିଗଲା। ଏଇ ଦୁଇ ବିଦାୟୀଙ୍କୁ ଦେଖିଲେ କେହି ଆଖରୁ ଲୁହ ନ ଗଡ଼ାଇ ରହିପାରିବନି। କିଛି ସମୟପରେ ଆଲେସ୍କି ମେରିନାକୁ ଛାଡ଼ି ପିତାଙ୍କଠାରୁ ଆଶୀର୍ବାଦ ନେଇ ଉଡ଼ାଜାହାଜ ଭିତରକୁ ଚାଲିଲେ। ମେରିନାର ଚକ୍ଷୁଦ୍ୱୟ ଲୋତକରେ ଏପରି ଭାବରେ ପୂରିଯାଇଥିଲା ଯେ, ସେ ଜାହାଜ ଭିତରକୁ ଚାଲିଯାଉଥିବା ଆଲେସ୍କିଙ୍କ ଆଡ଼କୁ ଅନାଇଁ କିଛି ଦେଖି ପାରୁ ନ ଥାଏ। ଆଲେସ୍କି ଉଡ଼ାଜାହାଜ ଦୁଆରମୁହଁରେ ଠିଆ ହୋଇ ପୁଣି ଥରେ ପିତାମାତା, ମେରିନା ଓ ବନ୍ଧୁମାନଙ୍କ ଆଡ଼କୁ ଅନାଇ ଉଡ଼ାଜାହାଜ କୋଠରି ଭିତରେ ମିଳାଇଗଲେ। ପାଞ୍ଚ ''ବୁଝିଲ ଆଲେସ୍କି''–କହୁ କହୁ ମାନମନ୍ଦିରର ଡିରେକ୍ଟର ବୃଦ୍ଧ ପାଲାଭିନ୍ ଆଲେସ୍କିଙ୍କ ଅଫିସ କକ୍ଷ ଭିତରକୁ ପଶିଆସିଲେ। ''ତୁମେ ଯେତେବେଳେ ଛୁଟିରେ ଯାଇଥିଲ, ସେତେବେଳେ ମୁଁ କ୍ରେଚିଟୋଭ୍ଙ୍କଠାରୁ ପତ୍ର ପାଇଲି ଯେ, ସେ ଗେଷ୍ଟ୍ରିକ୍ଅଲ୍ସର୍ରେ ପୀଡ଼ିତ ହୋଇ କେନ୍ଦ୍ର ରାଜଧାନୀର ଏଇ ଡାକ୍ତରଖାନାରେ ଚିକିତ୍ସିତ ହେଉଅଛନ୍ତି। ଚିକିତ୍ସକମାନେ କହନ୍ତି, ତାଙ୍କର ରୋଗ ଏତେ ସାଂଘାତିକ ଯେ, ଅପରେସନ୍ବିନା ଭଲ ହେବା ଅସମ୍ଭବ। ସେପରି ଅବସ୍ଥାରେ ସେ କିପରି କୃତ୍ରିମ ଉପଗ୍ରହରେ ଯିବେ ମୋତେ ପଚାରି ପଠାଇଛନ୍ତି। କ୍ରେଚିଟୋଭ୍ ବିଶ୍ୱରଶ୍ମି ବିଭାଗର ବିଶେଷଜ୍ଞ ଲେବଦେବ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନା? '' ସଙ୍ଗେ ସଙ୍ଗେ ଟେବୁଲ ଉପରକୁ ଫାଇଲ ବାହାର କରି କ୍ରେଚିଟୋଭ୍ଙ୍କ ଠିକଣା ବାହାର କଲେ ଆଲେସ୍କି। ଫାଇଲ ଉପରେ କିଛି ସମୟ ମୁହଁ ବୁଲାଇ କହିଲେ, ''ହଁ, ସେ ଲେବ୍ଦେବ ବିଶ୍ୱବିଦ୍ୟାଳୟର ବିଶ୍ୱରଶ୍ମି ବିଭାଗର ଅଧ୍ୟାପକ। '' ''ତା' ହେଲେ କ'ଣ କରାଯିବ ବର୍ତ୍ତମାନ? '' ବଡ଼ ହତାଶ ହୋଇ ବୃଦ୍ଧ ବସିପଡ଼ିଲେ ଆଲେସ୍କିଙ୍କ ସମ୍ମୁଖସ୍ଥ ଚେୟାରରେ। ''କୃତ୍ରିମ ଉପଗ୍ରହରେ ଜଣେ ସୁଦକ୍ଷ ବିଶ୍ୱରଶ୍ମି-ବିଶେଷଜ୍ଞ ନ ହେଲେ ଚଳିବ କେମିତି? କମିଶନ୍ର ସଭ୍ୟମାନେ ତ ଚାଲିଗଲେଣି। କୃତ୍ରିମ ଉପଗ୍ରହ ଛଡ଼ାଯିବାବେଳକୁ ସେମାନେ ଯାଇ ଆସିବେ। ସେମାନଙ୍କ ମତାମତ ନ ନେଇ ନିର୍ବାଚିତ ସଭ୍ୟମାନଙ୍କ ଭିତରେ ଅଦଳବଦଳ ଆମେ କରିବା କେମିତି? '' କିଛି ସମୟ ଚିନ୍ତା କରି କହିଲେ, ''ସେମାନଙ୍କ ଆସିବା ପର୍ଯ୍ୟନ୍ତ ତ ଅପେକ୍ଷା କଲେ କିଛି ହୋଇପାରିବନି ଆଲେସ୍କି! ମୁଁ ଭାବୁଛି ଆମେ କ୍ରେଚିଟୋଭ୍ଙ୍କ ପରିବର୍ତ୍ତରେ ଆଉ ଜଣେ ବିଶ୍ୱରଶ୍ମି-ବିଶେଷଜ୍ଞଙ୍କୁ ନେଇନେବା। କିନ୍ତୁ ଜଣେ ସୁଦକ୍ଷ ଲୋକ କିପରି ପାଇବା ସେଇ ହେଉଛି ପ୍ରଶ୍ନ। ତୁମେ କ'ଣ ଭାବୁଚ ଯେ ଆମେ ପୁଣି ଥରେ ବିଶ୍ୱବିଦ୍ୟାଳୟମାନଙ୍କୁ ଲେଖି ଆବେଦନକାରୀମାନଙ୍କଠାରୁ ଆବେଦନ ପତ୍ର ନିମନ୍ତ୍ରଣ କରିବା? '' ''ତା ନକଲେ ଆମେ ସୁଦକ୍ଷ ଲୋକ ପାଇବା କେମିତି? '' ଆଲେସ୍କି ଉତ୍ତର ଦେଲେ। ''କମିଶନ୍ର ସଭ୍ୟମାନେ ତ ଏଠାରେ ନାହାନ୍ତି। କମିଶନ୍ର ବିଶ୍ୱରଶ୍ମି ବିଶାରଦ ମଧ୍ୟ ବର୍ତ୍ତମାନ ବହୁଦୂରରେ। ତେଣୁ ଏପରି ପରିସ୍ଥିତିରେ ଆମେ ଆବେଦନକାରୀମାନଙ୍କ ଭିତରୁ ସୁଦକ୍ଷ ଲୋକ ବାଛିବା କେମିତି? '' କିଛି ସମୟ ଚିନ୍ତା କରି ସେ କହିଲେ–''କିନ୍ତୁ ମୁଁ ଆଉ ଗୋଟିଏ କଥା ଭାବିଛି ଆଲେସ୍କି-! ଆମେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ନ ଲେଖି ବା ଆବେଦନପତ୍ର ନିମନ୍ତ୍ରଣ ନ କରି କୌଣସି ବିଶେଷଜ୍ଞଙ୍କ ପାଖକୁ ଲେଖିବା ସୁଦକ୍ଷ ବୈଜ୍ଞାନିକଙ୍କର ଏକ ତାଲିକା ଓ ସୁପାରିଶପତ୍ର ପଠାଇବାପାଇଁ। ସେହି ତାଲିକା ଓ ସୁପାରିଶପତ୍ରକୁ ଦେଖି ଆମେ ଆମ ମନମୁତାବକ ଲୋକ ବାଛିନେବା। ତୁମେ କ'ଣ ଭାବୁଛ? ଏହା କଲେ କ'ଣ ଭଲ